ଯେଉଁ ଝିଅଟା ତା'ର ମାଆକୁ ଖାଇଲା ବାପକୁ ଖାଇଲା, ସେଇ ଝିଅ କେବେ ସୁଲକ୍ଷଣୀ ହୋଇ ପାରେନା। ଆଦୌ, ଆଦୌ ମୁଁ ତାକୁ ବୋହୂ କରି ଘରକୁ ଆଣିବିନି। ଦିବ୍ୟେନ୍ଦୁ ଚାହିଁ ରହିଥିଲେ ଅପରାଜିତାଙ୍କର ଅସ୍ଥିର, ଅବୁଝା ମୁହଁଟାକୁ। ଆଖିରୁ ତାଙ୍କର ଝରି ପଡ଼ୁଥିଲା କ୍ରୋଧର ଅଗ୍ନି କଣିକା। କଣ୍ଠରେ ତାଙ୍କର ଗର୍ଜି ଉଠିଲା ମେଘର ଗୁରୁ ଗୁରୁ ଶବ୍ଦ। ଚିତ୍କାର କରି କହି ଉଠିଲେ ଖବର୍ଦାର୍, ଖବର୍ଦାର୍ ଜିତା, ଏଥର ମୁହଁ ସମ୍ଭାଳି କଥା କୁହ, ମୋ ଘରର ଲକ୍ଷ୍ମୀ ସମ୍ପର୍କରେ ଯେଉଁ ଭାଷା ଉଚ୍ଚାରଣ କଲ ସେଥିପାଇଁ ଅନୁତପ୍ତ ହୁଅ। ଭଗବାନଙ୍କ ପାଖରେ କ୍ଷମା ମାଗ। ଆଉ ଦିନେ ଯେପରି ତୁମେ ପାଟିରୁ ମୋ ବୋହୂ ସମ୍ପର୍କରେ ଏପରି କଥା ନ ଶୁଣେ। ମୋ ଘରର ଲକ୍ଷ୍ମୀ ପ୍ରତିମା ଭିତରେ ତୁମେ ଅଲକ୍ଷ୍ମଣିକୁ ଦେଖିଲ! ଯାହାକୁ ତୁମେ ଥରେ ନୁହେଁ ଦୁଇଥର ଦେଖିଛ, ତା' ଭିତରେ ତୁମେ ଅଲକ୍ଷ୍ମଣୀକୁ ଦେଖିଥିଲ? ଆଉ ଯେଉଁ ଝିଅଟା ଅହୋରାତ୍ର ତୁମ ଆଖି ଆଗରେ ବୁଲୁଛି ତା' ଭିତରେ ଯେ ସୈତାନ ବସା ବନ୍ଧିଲାଣି ତା' ତୁମ ଆଖିରେ ପଡ଼ୁଛି ନା ତାକୁ ତୁମେ ଜନ୍ମ କରିଛ ବୋଲି ତା'ର ସବୁ ଗୁଣ ତୁମକୁ ସୁନ୍ଦର ଦିଶେ। କ'ଣ ଭାବିଛ ତୁମେ ଏ ଘରଟାକୁ ମା' ଝିଅ ଦୁହେଁ ମିଶି? ମୁଁ କ'ଣ ଗୋଟେ ପଥର ଗଡ଼ୁଛି ଏ ଘରେ? ଝିଅର ଯାହା ମନ ପାଇଲା ସେ ତାହା କରିଗଲା। ତୁମର ଯାହା ମନ ତୁମେ କହି ଯାଉଛ। ଭାରି ସାହସ ବଢ଼ିଛି ତୁମମାନଙ୍କର ନା? ଦୀପ ତଳଟା ସବୁବେଳେ ଅନ୍ଧାରିଆ ଦିଶେ। ହଁ ତୁମ ଝିଅ କଥା କାହିଁକି ତୁମ ମନରେ ଆସେନି ଜିତା? ଥରେ ଭାବି ଦେଖ ତ, କଥା କହିବାକୁ ଯାଇ କଥା କହିବା ନାଁରେ ତୁମ ଝିଅ ବାଟୁଳି ଛାଡ଼େ। ତେବେ ସେ କାହିଁକି ଚୋରଣୀ ପରି ଘୂରି ବୁଲୁଛି। ସେ କାହିଁକି ତୁଣ୍ଡରେ ତୁଣ୍ଡି ବାନ୍ଧିଛି। ସେ କ'ଣ ଆଉ ଏ ଘରର ଝିଅ ନୁହେଁ। ସମ୍ପୂର୍ଣ୍ଣ ପର ପରି ସେ କାହିଁକି ଏ ଘରେ ରହିଛି। ଏ କଥା ତାକୁ ପଚାରିଥିଲ କେବେ? ଶୁଣ, ଆଉ ଦିନେ ତୁମେ ମୋ ବୋହୂ ସମ୍ପର୍କରେ ଏପରି ମନ୍ଦ କଥା ଉଚ୍ଚାରଣ କରିବନି। ଅବାକ୍ ଆଖିରେ ସ୍ୱାମୀଙ୍କ ମୁହଁକୁ ଚାହିଁଲେ ଅପରାଜିତା। ଠିକ୍ କଥା ମାଆ ପାଖରେ ତା' ଛୁଆ ସବୁଦିନେ ଭଲ, ସବୁଦିନେ ନିର୍ଦ୍ଦୋଷ। ସେଇଥିପାଇଁ ପିଲାଙ୍କ ସମ୍ପର୍କରେ ମାଆ ତା'ର ସବୁଦିନେ ଅନ୍ଧ। ପିଲାଙ୍କୁ ନେଇ କୌଣସି ମନ୍ଦ ଚିନ୍ତା ମାଆମାନଙ୍କ ମଥାରେ ପଶେନି। ଆଉ ଯେତେବେଳେ ପଶିଯାଏ ସେତେବେଳେ ତା'ର ଦଶ ଶିର ଦୁଇହୋଇ ଯାଏ। ଲାଜରେ ମଥା ନୁଆଁଏ ମାଆ। ବିଶେଷ କରି ଝିଅର ଦୋଷ ଲାଗି ବା ଦୁର୍ଗୁଣ ଲାଗି ମାଆର ଲାଜ ବେଶୀ। ଆଜି ବିସ୍ଫାରିତ ନୟନରେ ଅପରାଜିତା ଚାହିଁଲେ ସ୍ୱାମୀଙ୍କର ବେଦନାୟୀତ ମୁହଁଟିକୁ। କିଛି ବୁଝିଲେ ସେ। ହଠାତ୍ ଲାଜରେ ତାଙ୍କର ମରିଯିବାକୁ ଇଚ୍ଛା ହେଲା। ସେ ନିର୍ବାକ ହୋଇଗଲେ। ତା' ପରେ ସେ ଭୀଷଣ ଜୋର୍‌ରେ କାନ୍ଦି ପକାଇଲେ। ସ୍ତ୍ରୀଙ୍କ ପାଖକୁ ଲାଗି ଆସିଲେ ଦିବ୍ୟେନ୍ଦୁ। ମଥାରେ ତାଙ୍କର ହାତ ରଖି କହିଲେ କାନ୍ଦନି ଜିତା, କାନ୍ଦନି। ତହିଁ ପରଦିନ ସକାଳେ ଅପରାଜିତା ମୁହଁ ଶୁଖାଇ ବୁଲି ବୁଲି ଘର କାମ କଲେ। ହାତ ଘଡ଼ିକୁ ଚାହିଁ ତନୁ ବୋଉଙ୍କୁ କହିଲା ଏଥର ମତେ ଦି'ଟା କିଛି ଖାଇବାକୁ ଦିଅ ବୋଉ। ମୋର କଲେଜ ବେଳ ହୋଇଗଲାଣି। ବାପା ବି ଯାଇ ଗାଡ଼ିରେ ବସିଲେଣି। ରାଗ ଆଉ ଘୃଣାରେ କୁଞ୍ଚିତ ହୋଇ ଉଠିଲା ଅପରାଜିତାଙ୍କର ମୁହଁଟା। ଆଜି ଯେ ଭଲ କରି ବୁଝି ପାରିଛନ୍ତି ଯେ କାହିଁକି ବାପା ଗାଡ଼ିରେ ନେବା ଆଣିବା କରନ୍ତି। ସେ ଆଜି ପର୍ଯ୍ୟନ୍ତ ଭାବିଥିଲେ ଖରା ଯୋଗୁଁ ଗାଡ଼ିରେ ନେବା ଆଣିବା କରୁଛନ୍ତି। କିନ୍ତୁ ହାୟ ତା' ନୁହେଁ, ସମ୍ପୂର୍ଣ୍ଣ ଅନ୍ୟ କଥା ଯେଉଁ କଥା କହି ନ ପାରି ବାପ ପୁଅ ଅବ୍ୟକ୍ତ ଯନ୍ତ୍ରଣାରେ ଅସ୍ଥିର ହୋଇ ପଡ଼ୁଛନ୍ତି। ଛି ଛି ନ ଜାଣେ କି ସେକଥା। ଘୃଣା ଆଉ ଲଜ୍ଜାର ମିଶ୍ରଣରେ ଅଦ୍ଭୁତ ଦିଶିଲା ଅପରାଜିତାଙ୍କର ମୁହଁଟି। ଗଳାରେ ବିଷ ଢାଳି ସେ କହି ଉଠିଲେ ଖାଇବାକୁ ଦେବି କ'ଣ, ହାତରେ ବାଢ଼ି ଖାଇ ପାରୁନୁ କି? ସବୁ ତ ପାରୁଛୁ, ଅନେକ କିଛି ଶିଖିଲୁଣି। ଆଉ ହାତରେ ବାଢ଼ି ଖାଇବାକୁ ଆସୁନି? ମୂକ ଆଖିରେ ତନୁଶ୍ରୀ ଚାହିଁ ରହିଲା ବୋଉଙ୍କର ବ୍ୟଥା ବିରକ୍ତ ଭରା ମୁହଁଟିକୁ। ସଭିଙ୍କ ପାଖରୁ ସେ ଅନେକ ଆଘାତ ପାଉଛି। ଆଘାତ ପାଇ ପାଇ ମନର ପତଳା ପରଦାଟା ମୋଟା ହୋଇ ଆସିଲାଣି। ତଥାପି ତନୁଶ୍ରୀ ଭାଙ୍ଗି ପଡ଼ି ନଥିଲା। କିନ୍ତୁ ବୋଉ ତା'ର ଏକମାତ୍ର ଆଶ୍ରୟର ସ୍ଥଳ।